ମାନେ, ତମର ମାନେ, ତୁମେ ବିବାହ କରି ସାରିଛ? ତୁମ ଭଳି ଓଲୀ ଝିଅ ମୁଁ ଆଉ କେଉଁଠି ଦେଖିନି, ବୁଝିଲ। ମାନେ? ମାନେ, ବିବାହ ଆମର ହୋଇ ନାହିଁ। ସେ ଆମେରିକାରେ ଡକ୍ଟରୀ ପଢ଼ୁଛନ୍ତି। ଆସନ୍ତା ବର୍ଷ ଫେରିଲେ ଆମର ବିଭାଘର ହେବ। ଓଃ, ମୁଁ ତା କଥାରେ ହସି ହସି କହିଲି-ତମେ ବଡ଼ ଭାଗ୍ୟବତୀ, ନୁରୁ। ଜଣେ ଫରେନ୍ କ୍ୱାଲିଫାଏଡ୍ ଶେଷ ଆଡ଼କୁ କଣ୍ଠର ଭାଷା କେମିତି ଯେ ଦବି ଆସୁଥିଲା, ମୁଁ ନିଜେ ବୁଝିପାରୁ ନ ଥିଲି। ମୋ ହାତଟାକୁ ଚଟ୍କିନା ତା ପାଖକୁ ଟାଣି ନେଇ କହିଲା-କଣ ଚେଷ୍ଟା କଲେ ସେହିଭଳି ଗୋଟାଏ ସ୍ୱାମୀ ପାଇ ହବ ନାହିଁ? ଦେହରେ ତମର ଏତେ ରଙ୍ଗ, ଆଖିରେ କୁହେଳୀ ର ମାୟାର ଇନ୍ଦ୍ରଜାଲ, ଉଚ୍ଚତମ ଶିକ୍ଷାଗତ ଯୋଗ୍ୟତା-କେଉଁ ପୁରୁଷ ନ ଚାହେଁ ତମ ଭଳି ଜଣେ ନାରୀକୁ ନିଜର ପତ୍ନିରୂପେ ପାଇ ସେତେବେଳେ ତା କଥା ମୋ ଅନ୍ତର ଭିତରେ ଶାଣିଛି ଛୁରୀର ପରାଶ ଭଳି ଲାଗୁଥିଲା-। ପ୍ରକୃତରେ ମୋ ନିଜ ଭିତରେ କେମିତି କମ୍ପନ ଖେଳି ଉଠୁଥିଲା। ଗୋଟାଏ ଦୀର୍ଘଶ୍ୱାସ ନେଇ କହିଲି-ସେ ସବୁ ନିକଟରେ ଗୋଟିଏ ଦୁଃସ୍ୱପ୍ନ ବ୍ୟତୀତ ଆଉ କିଛି ନୁହେଁ, ନୁରୁ-। ମୋ କଥାରେ ସେ ଜୋରରେ ହସିଉଠିଲା। ବୋଧହୁଏ ସେ କହିବାର ଭଙ୍ଗୀ ସେ ବୁଝିପାରିଲା ନାହିଁ। ମୋ ଗାଲରେ ଚାପୁଡ଼ା ମାରି କହିଲା-ଏମିତି ଉଦାସଭାବ ସମସ୍ତେ ଦିନ ଦିନେ ଦେଖିଥାଆନ୍ତି, ଲୀଳା। ମୋ ପାଖରେ ଲୁଚାଇଲେ ମୁଁ କଣ ଛାଡ଼ିଦେଲି ବୋଲି ଭାବିଛ? ସତରେ ନୁରୁ, ଇଏ ମୋ ଭାଗ୍ୟର ନିର୍ମମ ପରିହାସ ବ୍ୟତୀତ ଆଉ କଣ ହୋଇପାରେ-? କିନ୍ତୁ ଏଥିରେ ଭାଗ୍ୟର ପରିହାସ କେଉଁଠି? କେବଳ ରୂପ, ଗୁଣ, ଯୋଗ୍ୟତାର ପ୍ରାଚୁର୍ଯ୍ୟ ଦେଖାଇ ଆଉ କାଲି କେହି ଜଣେ ଶିକ୍ଷିତ ବ୍ୟକ୍ତିର ସ୍ତ୍ରୀ ହୋଇ ନ ପାରେ। ଶିକ୍ଷିତ ଲୋକର ସ୍ତ୍ରୀ ହେବା ପାଇଁ ଏହା ସହିତ ଦରକାର ପ୍ରଚୁର ଅର୍ଥ। ନିର୍ବାକ୍ ଭାବରେ ମୋତେ ସେଦିନ ଅନାଇ ରହିଥିଲା ନୁରୁ ତା ଅଭିନୟରେ କୌଣସିଠାରେ ଟିକିଏ ହେଲେ ଦୁର୍ବଳତା ନ ଥିଲା। ଆଉ ଯେଉଁଥିପାଇଁ ଲୀଳା ଅଟକିଲା। ତାର ଚକ୍ଷୁ ତୁଷାରକାନ୍ତିଙ୍କ ଭାରାତ୍ରୀ ମୁଖମଣ୍ଡଳ ଉପରେ ଘୂରି ଘୂରି ସ୍ଥିର ହୋଇଗଲା। ସେ। କହି ପାରୁଥିଲା, ଯେଉଁ ଚକ୍ଷୁରେ ତୁଷାରକାନ୍ତିଙ୍କର ନିଷ୍ଠୁରତା ଫୁଟି ଉଠୁଥିଲା, ସେହି ଚକ୍ଷୁରେ କେମିତି ବିଷଣ୍ଣତା ଆସ୍ତେ ଆସ୍ତେ ଗ୍ରାସ କରି ଆସୁଛି। କେତେକ ସମୟ ପରେ ସେ ଛିଡ଼ା ହେଲେ। ପକେଟରୁ ଖଣ୍ଡିଏ ସିଗାରେଟ ବାହାର କରି ଟାଣିବାରେ ଲାଗିଲେ। ତା ପରେ ଲକ୍ଷ୍ୟହୀନ ଭାବରେ ସେହି କୋଠରି ଭିତରେ ପଦଚାରଣା କରିବାରେ ଲାଗିଲେ। ପୁଣି ଲୀଳା ନିକଟକୁ ଫେରିଆସି କହିଲେ, ତା ପରେ? ମୀତା ଆଣି ଦୁଇଟି କପ୍ ଆମ ଆଗରେ ଥୋଇ ଚାଲିଗଲା। ନୁରୁ ଚା' ପିଉ ପିଉ କହିଲା-ତମ ଅନ୍ତରର କଥା ମୁଁ ଠିକ୍ ବୁଝିପାରୁଛି, ଲୀଳା। ଅସମର୍ଥ ବାପା ଆଉ ଗୁଡ଼ାଏ ଭାଇ ଭଉଣୀଙ୍କର ବୋଝ ଧରି ତମେ ତମର ଭବିଷ୍ୟତ ଆଶାଟାକୁ ଅତି ନିର୍ମମ ଭାବରେ ହତ୍ୟା କରିଛ। ମୁଁ କେବଳ ତାକୁ ଅନାଇ ରହିଥିଲି। ସେ କପ୍ଟା-ଟିପୟ ଉପରେ ରଖୁ ରଖୁ କହିଲା-ତମ କଥା ମୋ ମନରେ ରହିବ, ଲୀଳା। ତମର ଭବିଷ୍ୟତ ପାଇଁ ମୁଁ ନିଶ୍ଚୟ ପ୍ରତିଶ୍ରୁତି ଦେଉଛି। ଆଚ୍ଛା, ମୁଁ ଆସୁଛି। ତମେ ସାଢ଼େ ଦଶଟା ବେଳକୁ ପ୍ରସ୍ତୁତ ହୋଇଥିବ। ମୁଁ ଗାଡ଼ିରେ ତମକୁ ଆମ